ଝରଣା ଦାସ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ। ସେ ସ୍ନାତକ ଶିକ୍ଷାପ୍ରାପ୍ତ କରିଥିବା ପ୍ରଥମ ଓଡ଼ିଆ ଅଭିନେତ୍ରୀ। ଚିତ୍ରତ୍ତୋଳକ ଦୀପକ ଦାସଙ୍କୁ ସେ ବିବାହ କରିଥିଲେ। ଝରଣା ମଲାଜହ୍ନ ଅମଡ଼ା ବାଟ ଓ ଅଭିନେତ୍ରୀ ଆଦି କଥାଚିତ୍ରରେ ଅଭିନୟ କରିଥିଲେ। ଝରଣା ଦାସଙ୍କ ଜନ୍ମ ଉଣେଇଶ ଶହ ପଞ୍ଚଚାଳିଶ ମସିହ।ରେ କଟକର ଚାନ୍ଦିନି ଚୌକର ଏକ ଖ୍ରୀଷ୍ଟିୟାନ ଯୌଥ ପରିବାରରେ ହୋଇଥିଲା ।ସମେସ୍ତ ତାଙ୍କୁ ଶ୍ରଦ୍ଧ। ରେ ଡାକୁଥିଲେ ଝୁମୁ। ତାଙ୍କ ବଡ ଭାଇଙ୍କ ଅନ୍ତରଙ୍ଗ ବନ୍ଧୁ ଅକ୍ଷୟ ମହାନ୍ତି ଓ କିମ୍ବଦନ୍ତି ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତି ଚାହୁଁଥିଲେ ଝୁମୁ ଅଭିନେତ୍ରୀ ହୁଅନ୍ତୁ। କଳାକାର ହେବାର କିଛି ପ୍ରତିଭା ବି ପିଲାଦିନୁ ଦେଖିବାକୁ ମିଳିଥିଲା ଝରଣା ଦାସଙ୍କ କ୍ଷେତ୍ରରେ। ସେ ଅନେକ ସମୟରେ ବାପାଙ୍କ ଗୀ ଗୀଟର ଲୁଚାଇ ଲୁଚାଇ ବଜାଉଥିବା। ବିନା ତାଲିମରେ ସ୍କୁଲରେ ପଢୁଥିବା ସମୟରେ ଆକାଶବାଣୀ କଟକର ଶିଶୁ ସଂହାର କାର୍ଯ୍ୟକ୍ରମରେ ଭାଗ ନେଉଥିଲେ। ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଗୁରୁ କେଳୁ ଚରଣ ମହାପାତ୍ରଙ୍କ ଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ ଝରଣା ଦାସ। ଚିତ୍ରତ୍ତୋଳକ ଦୀପକ ଦାସଙ୍କୁ ସେ ବିବାହ କରିଥିଲେ। ଝରଣା ଦାସଙ୍କ ଘରେ ତାଙ୍କ ବାପା କକା ଆଦି ସଙ୍ଗୀତ ସାଧକ ଥିଲେ ଓ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଉଥିଲେ। ଝରଣାଙ୍କ ଘରେ ସେମାନେ ଥିଲେ ଦଶ ଭାଇ ଭଉଣୀ। ତାଙ୍କ ମା ଲେଖଦେଇଥିବା ନାଟକକୁ ଘରେ ଖଟ ଯୋଡ଼ି ଓ ଶାଢ଼ୀ ଟାଣି ମଞ୍ଚା କରି ଭାଇ ଭଉଣୀ ମିଶି ଅଭିନୟ କରୁଥିଲେ। ସେ ଆକାଶବାଣୀ କଟକରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ। ମିସନ୍ ଗର୍ଲସ ସ୍କୁଲ ରୁ ମ୍ୟାଟ୍ରିକ ପାସ କଲା ପରେ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ସ୍ନ। ତକ ଡିଗ୍ରୀ ହାସଲ କରିଥିଲେ ଝରଣା ଦାସ। ଶୈଳବାଳା କଲେଜର ପଢୁଥିବା ସମୟରେ ବେତାର ନାଟକ କରିବା ଆରମ୍ଭ କରିଥିଲେ। ନରସିଂହ ମହାପାତ୍ରଙ୍କ ଏକ ନାଟକରେ ପ୍ରଥମକରି ନାୟିକା ଭାବେ ଅଭିନୟ କରିଥିଲେ। ପ୍ରଥମ ଗ୍ରାଜୁଏଟ ଅଭିେନତ୍ରୀ ହେବାର ଗୌରବ ପାଇଛନ୍ତି ଝରଣା ଦାସ। ରକ୍ଷଣଶୀଳ ପରିବାରରେ ସିନେମାରେ ଅଭିନୟ କରିବା ପାଇଁ ଅନୁମତି ନଥିଲା। ଅଭିେନତ୍ରୀ ହେବା ପୂର୍ବରୁ ବେତାର ନାଟକର ଜଣେ ଆଗଧାଡିର କଳାକାରଥିଲେ ଝୁମୁ ଅପା। ଏହାପରେ କଟକ ଦୂରଦର୍ଶନ କେନ୍ଦ୍ରର ସହକାରୀ କାର୍ଯ୍ୟନିର୍ଦ୍ଦେଶିକ। ଭ।ବେ କାମ କରିଛନ୍ତି ଝରଣା ଦାସ। ଅଭିନେତା ଅକ୍ଷୟ ମହାନ୍ତି ସଙ୍ଗୀତକାର ଅକ୍ଷୟ ମହାନ୍ତି ଏବଂ ନିର୍ଦ୍ଦେଶକ ନିତାଇ ପାଲିତଙ୍କ ପ୍ରରୋଚନାରେ ତାଙ୍କ ପରିବାର ସିନେମାରେ ଅଭିନୟ କରିବା ପାଇଁ ଅନୁମତି ପ୍ରଦାନ କରିଥିଲେ। ଉଣେଇଶ ଶହ ଚଉଷଠି ମସିହାରେ ନିର୍ମିତ କଥାଚିତ୍ର ଅମଡ଼ା ବାଟ ମାଧ୍ୟମରେ ଓଡ଼ିଆ କଥାଚିତ୍ର ଜଗତରେ ପାଦଦେଇ ଚାପିଥିଲେ। ଉଣେଇଶ ଶହ ବାଷଠି ରେ ସେ ମଲାଜହ୍ନରେ ନାୟିକା ଭାବେ ଅଭିନୟ କରିଥିଲେ, ତେବେ ଏହା ବହୁ ବିଳମ୍ବରେ ଉଣେଇଶ ଶହ ପଞ୍ଚଷଠିରେ ମୁକ୍ତିଲାଭ କରିଥିଲା। ସେ ଏହି ଚଳଚ୍ଚିତ୍ର ରେ ସତୀ ଭୂମିକାରେ ଅଭିନୟ କରି ସେ ଲୋକପ୍ରିୟତା ହାସଲ କରିପାରିଥିଲେ।ଚିତ୍ର ଚଳଚ୍ଚିତ୍ର ବ୍ୟତୀତ ସେ ଆକାଶବାଣୀ ଓ ଦୂରଦର୍ଶନ ସହିତ ମଧ୍ୟ ଜଡ଼ିତ ରହିଥିଲେ। ହରେକୃଷ୍ଣ ମହତାବଙ୍କ ଉପରେ ସେ ଏକ ବୃତ୍ତଚିତ୍ରରେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ। ଏତିକିରେ ସିମିତ ନଥିଲା ଝରଣା ଦାସଙ୍କ ଅଭିନୟ ଜୀବନ। ଆକାଶବାଣୀ କଟକ କେନ୍ଦ୍ରର ନାଟକ ବିଭାଗର ଜଣେ ସ୍ୱୀକୃତିପ୍ରାପ୍ତ କଳାକାର ହେଉଛନ୍ତି ଝରଣା ଦାସ।